'' ମୋର କଣ୍ଠରେ ଥିଲା ବ୍ୟଙ୍ଗୋକ୍ତି। ସରିତା ଭାଜିପଡ଼ିଲା। ସେ ହୁଏତ ଯଥେଷ୍ଟ ଆଘାତ ପାଇଥିବ। ସେତେବେଳକୁ ମୋଟେ ଭାବିବାର ଅବକାଶ ନ ଥିଲା। ପ୍ରତ୍ୟେକ ପ୍ରତ୍ୟେକକୁ ଜୟ କରିବା ଚେଷ୍ଟାରେ ଥିଲୁଁ। ସରିତା ପାଖରୁ ମୁଁ ଚାହୁଁଥିଲି ମୁକ୍ତି। ତେବେ ସରିତା ଯେ କ'ଣ ଚାହୁଁଥିଲା ତାହା ସେ ମଧ୍ୟ ସେତେବେଳେ କହିପାରିବା ଅବସ୍ଥାରେ ନ ଥିଲା। କାହିଁକିନା ତା'ର ମନ ସେତେବେଳକୁ ତା'ର ଆୟତ୍ତାଧୀନ ନ ଥିଲା। କହିଲି, ''ସରିତା! ତୁମେ କହୁଛ। ମୃତ୍ୟୁର ଅନ୍ୟ ନାମ ନିର୍ବାଣ; କିନ୍ତୁ ମୁଁ ଯେତେବେଳେ ମୃତ୍ୟୁକୁ ମୃତ୍ୟୁ ବୋଲି କହିବି ସେତେବେଳେ ତୁମେ ଯୁକ୍ତିକରି ଅନ୍ୟ କିଛି କହିପାର। କିନ୍ତୁ ମନେରଖ ସତ୍ୟ ହିଁ ସତ୍ୟ। ଯାହା ସତ୍ୟ ତାହା ମୁକ୍ତାପରି ବିଶୁଦ୍ଧ। ମିଥ୍ୟାର ବୁରୁଖାରେ କେହି ସତ୍ୟକୁ କେବେ ଘୋଡ଼ାଇ ଦେଇପାରେ ନାହିଁ। ତେବେ ତୁମ ସମ୍ବନ୍ଧରେ ମୁଁ ଏତିକି କହିପାରେ ଯେ ତୁମେ ସଂସାରରେ ଅସୁଖୀ, ଯେହେତୁ ତୁମେ ସବୁବେଳେ ନିଜକୁ ପୃଥିବୀର ସର୍ବୋଚ୍ଚ ସ୍ଥାନରେ ଥୋଇଦେଇ ଅନ୍ୟକୁ ନିହାତି ଇତର ଭାବି ଘୃଣ୍ୟ ଚକ୍ଷୁରେ ଦେଖିବାକୁ ଭଲପାଏ। '' ସରିତାର ଆଖିରେ ଲୁହ ଭରିଗଲା। ସେ କହିଲା, ''ଆପଣ ବାହାରୁ ଆସନ୍ତୁ। ମୋତେ ଟିକିଏ ଶକ୍ତି ସଞ୍ଚୟ କରିବାକୁ ଅବସର ଦିଅନ୍ତୁ। '' ମୁଁ ବାହାରକୁ ଚାଲିଗଲି। ସରିତା ମୋର ପଢ଼ାଘର ଟେବୁଲ ଉପରେ ମୁହଁମାଡ଼ି ବୋଧହୁଏ ଶକ୍ତି ସଞ୍ଚୟ କରିବାକୁ କାନ୍ଦୁଥିଲା। ''ଆଜି ମନ୍ଦିରକୁ ଗଲେ ଚଳନ୍ତା ନାହିଁ? '' ବହି ଉପରୁ ମୁହଁ ଉଠାଇଲି। ଦେଖିଲି ସରିତା କବାଟ ପାଖରେ ଛିଡ଼ାହୋଇଛି ବେଶ୍ ରୁଚି ମାର୍ଜିତ ଚେହେରା ନେଇ। ତା'ର ପରିଧେୟ ଗୋଟିଏ ସିଲ୍କ ଶାଢ଼ି ଓ ଶାଢ଼ି ରଙ୍ଗକୁ ଖାପ ଖାଇଲାଭଳି ଗୋଟାଏ ବ୍ଲାଉଜ। ବାଃ, କି ଚମତ୍କାର ତାହାର ରୁଚି? ସତରେ ଯାହାର ରୁଚି ଏତେ ସୁନ୍ଦର ସେ କାହାରି ଅବହେଳା କ'ଣ ସହ୍ୟ କରିପାରିବ? ଆଖି ଦୁଇଟାକୁ ଅପେକ୍ଷା କୃତ ବଡ଼ କରି କହିଲି, ''ସରିତା! ତୁମେ ମୋ ସାଙ୍ଗରେ ମନ୍ଦିରକୁ ଯିବ? '' ''ହଁ, କ୍ଷତି କ'ଣ? '' ''ଦୁନିଆ ଆଉ ସମାଜ? '' କହିଲା, ''ଓଃ, ଆପଣ ଯଥେଷ୍ଟ ଦୁର୍ବଳ। '' ''ମୋ କଥା ମୁଁ ମୋଟେ ଚିନ୍ତା କରୁନାହିଁ ସରିତା! ତେବେ ଭାବୁଛି ଠାକୁର ମୋତେ ଆଜି ଦେଖାଦେବେ କି ନାହିଁ? '' ସରିତା କେବଳ ଗୋଟିଏ ତୃପ୍ତିର ହସ ହସିଲା। ମହା ମନ୍ଦିର ପ୍ରାଙ୍ଗଣରେ ଆମେ ଦୁହେଁ ଛିଡ଼ା ହୋଇଥିଲୁଁ ଖୁବ୍ ଲଗାଲଗି ହୋଇ। କାହାରି ମୁହଁରେ ଭାଷା ନ ଥିଲା। ସେ କେବଳ ମୋତେ ଅପଲକ ନେତ୍ରରେ ଅନାଇ ରହିଥିଲା। ''ମାଆ! ପଇସାଟିଏ ମିଳୁ। '' ଗୋଟିଏ ଅସ୍ଥିଚର୍ମସାର ହାତ ସରିତାର ସମ୍ମୁଖକୁ ଲମ୍ବିଆସିଲା। ସରିତାର ନିର୍ଦ୍ଦେଶ ପାଳନ କରି ଚାରିଅଣୀଟେ ବଢ଼େଇ ଦେଲି। ସଙ୍ଗେ ସଙ୍ଗେ ଧନ, ଯନ, ଗୋପ, ଲକ୍ଷ୍ମୀ ପ୍ରାପ୍ତିର ଆଶୀର୍ବାଦ। ଏହି ଆଶୀର୍ବାଦ ସରିତା ଉଦ୍ଦେଶ୍ୟରେ କିମ୍ବା ମୋ ଉଦ୍ଦେଶ୍ୟରେ ତାହା କେବଳ ସେହି ଶୁଭାକାଂକ୍ଷୀକୁ ଜଣା। ସରିତାର ମୁହଁରେ ହସ ଫୁଟିଉଠିଲା। ଆଶ୍ଚର୍ଯ୍ୟ ହୋଇ ଅନାଇଲି ସରିତାକୁ। ବାଃ, ସରିତା ମଧ୍ୟ ହସି ଜାଣେ? ଅନେକଥର ସରିତା ମୁହଁରୁ ଶୁଣିଛି ''ଏହା ତ ଜୀବନ ନୁହେଁ। ଏହା ଗୋଟାଏ ବୋଝ-। '' ଯେଉଁ ସରିତା ଜୀବନ ସମ୍ବନ୍ଧରେ ଗୋଟାଏ ଭ୍ରାନ୍ତଧାରଣା ମନ ମଧ୍ୟରେ ପୋଷଣ କରିଛି ସେ ମଧ୍ୟ ଜୀବନ ଉପଭୋଗ କରିବାକୁ ଚାହେଁ। କ୍ଷତି କ'ଣ? ଠାକୁରଙ୍କ ସିଂହାସନ ତଳେ କୋଟି କୋଟି କାମନା ହୃଦୟରେ ପୋଷଣ କରି ସମସ୍ତେ ଦୀପ ଜଳାନ୍ତି। କିଏ ମାଗେ ଧନ କିଏ ମାଗେ ଯଶ, ପୁଣି କିଏ ମଧ୍ୟ ଚାହେଁ ମୁକ୍ତି। ସେଦିନ ମୋର ମନ ମଧ୍ୟରେ ଦୁର୍ବଳତା ଦେଖାଦେଲା। ମୋ ହାତରେ ମାଟିର ପ୍ରଦୀପ। ତହିଁରେ ଅଗ୍ନି ସଂଯୋଗ କଲି। ଦୀପଶିଖା ଥରିଉଠିଲା। ପାଖକୁ ଲାଗି ଛିଡ଼ାହୋଇଥିଲା ସରିତା। ତା' ହାତକୁ ଦୀପ ବଢ଼ାଇଦେଇ ସିଂହାସନ ତଳେ ମଥା ଲଗାଇଲି। ସରିତା ମୋ ଆଡ଼କୁ ଚାହିଁ କେବଳ ହସିଲା ଓ ଶେଷରେ ତାଚ୍ଛଲ୍ୟ ସ୍ୱରରେ କହିଲା, ''ଆପଣ ଯଥେଷ୍ଟ ଆଶାବାଦୀ। '' ଆମେ ମନ୍ଦିର ବେଢ଼ା ମଧ୍ୟରେ ପରିକ୍ରମା କରୁଥାଉଁ। ସରିତା ଅନତିଦୂରରେ ଚାଲିଥାଏ-। ଗୋଟିଏ ନିଛାଟିଆ ସ୍ଥାନରେ ଆସି ପହଞ୍ଚିଲୁ। କହିଲି, ସରିତା! ତୁମେ କିଛି ବୁଝିପାରୁଛ, ନା' ଏତିକି କେବଳ ସରିତା ଉତ୍ତରଦେଲା। ସରିତାର ପାଖକୁ ଲାଗିଗଲି।